'' ଇଉଓୟାରକିଙ୍କୁ ମୁଁ ମୋ ଜାହାଜରେ କେମିତି ଆସି ପାହାଡ଼ ଦେଶରେ ଲାଗିଲି, ସେକଥା କହିଥିଲି। ମୁଁ ଭାବୁଥିଲି, ଯଦି ଥରେ ମୁଁ ମୋରି ପୁରୁଣା ଜାହାଜ ପାଖକୁ ଫେରି ଯାଇପାରନ୍ତି, ତାହାହେଲେ ଅନେକ ପ୍ରୟୋଜନୀୟ ଜିନିଷପତ୍ର ଖୋଜି ଆଣିପାରନ୍ତି। ଦିନେ ରାତିରେ ନିଆଁ ପାଖରେ ବସି ସେଇ ସବୁକଥା କହୁଥିଲି। ମୋ କଥା ଶୁଣୁ ଶୁଣୁ ସେ ବିସ୍ମିତ ଓ ଚମକିତ ଭାବରେ ମୋ ମୁହଁକୁ ଚାହିଁ ରହିଥିଲେ କେବଳ। ଦିନେ ମୁଁ ପାଣି ଆଣିବାକୁ ଯାଉଥାଏ, ସେଠାରୁ ଫେରି ଦେଖିଲି ଯେ, ଇଉଓୟାରକି ଘରେ ନାହାନ୍ତି। ମୁଁ ଇଉଓୟାରକି, ଇଉଓୟାରକି ବୋଲି ଚିତ୍କାର କରିବାକୁ ଲାଗିଲି। ପ୍ରତିଧ୍ୱନି ଶୁଣିବାକୁ ପାଇଲି ଇଉଓୟାରକି, ଇଉଓୟାରକି। ମନେକଲି ସେଦିନ ସେ ତା'ର ପ୍ରିୟଜନର କରୁଣ ବିଳାପ ଶୁଣି ବିଚଳିତ ହୋଇଯାଇଥିଲେ ଏବଂ ସେଥିପାଇଁ ସେ ଆଜି ପଳାୟନ କରିଛନ୍ତି ନିଶ୍ଚୟ। ମୋତେ ଖୁବ୍ ଦୁଃଖ ଲାଗିଲା। ଏଇ ନିର୍ଜନ କାରାବାସରେ ଯଦିବା ଦେବାନୁଗ୍ରହରେ ଜଣେ ସଙ୍ଗୀ ପାଇଥିଲି, ଏତେଦିନ ପରେ ସେ ମଧ୍ୟ ଚାଲିଗଲେ। ମୁଁ ଆଜି ଯେମିତି କୌଣସି କାର୍ଯ୍ୟରେ ଉତ୍ସାହ ପାଇଲି ନାହିଁ। ଏମିତି ସମୟରେ ଖସ୍ ଖସ୍ କରି କ'ଣ ଗୋଟାଏ ଶବ୍ଦ ହେଲା ଏବଂ ଜଣେ କେହି ଦରଜାରେ ଧୀରେ ଧୀରେ ଆଘାତ କଲେ। ଦରଜା ଖୋଲିଦେଲି, ଇଉଓୟାରକି ପ୍ରସନ୍ନ ମୁଖରେ ଗୃହ ମଧ୍ୟକୁ ପ୍ରବେଶ କଲେ। ''କେଉଁଠାକୁ ଯାଇଥିଲ ଇଉଓୟାରକି? '' ''ତୁମରି ଜାହାଜକୁ ବୁଲୁ। '' ''କାହିଁକି? '' ଇଉଓୟାରକି ହସି ହସି କହିଲେ, ''ପ୍ରତିଦିନ ତୁମଠାରୁ ତୁମ ଜାହାଜ କଥା ଶୁଣେ। ଶୁଣି ଶୁଣି ଜାହାଜଟି କେମିତି ଥରେ ଦେଖିବାକୁ ଇଚ୍ଛା ହେଲା, ସେଇଥିପାଇଁ ଜାହାଜ ଦେଖିବାକୁ ଯାଇଥିଲି। '' ''କେମିତିକା ଦେଖିଲ? '' ''ମୁଁ ତ ପୂର୍ବରୁ କେବେ ଦେଖି ନାହିଁ। ସେଇଥିପାଇଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଏଇ କ'ଣ ତୁମପାଇଁ ଜାହାଜରୁ କ'ଣ କ'ଣ ଜିନିଷ ସବୁ ସଂଗ୍ରହ କରି ଆଣିଛି। '' ଏହା କହି ସେ ତାଙ୍କ ପୋଷାକ ମଧ୍ୟରୁ ଗୋଟିଏ ଥଳି ବାହାର କଲେ। ଥଳି ଭିତରେ ସେ କେତୋଟି ଚା' ପିଆଲା, ଗୋଟିଏ ପିତଳର ହାତୁଡ଼ି, ଲୁଗାପଟା କେତୋଟି ଛୁରି, ଆହୁରି ଅନେକ ଛୋଟ ଛୋଟ ପ୍ରୟୋଜନୀୟ ଜିନିଷ ଆଣିଥିଲେ। ଇଉଓୟାରକି ମୁଖରୁ ଶୁଣିଲି, ଜାହାଜ ମୋର ବର୍ଣ୍ଣନାନୁଯାୟୀ ପାହାଡ଼ ଦେହରେ ଲାଖିରହିଛି। ସମୁଦ୍ରର ଢେଉ ତା' ଦେହରେ ଜୋରରେ ଆଘାତ କରି ମଧ୍ୟ କୌଣସି କ୍ଷତି କରିପାରି ନାହିଁ। ତାଙ୍କ ମୁଖରୁ ଶୁଣି ଭାବିଲି, ମୁଁ ଯଦି ନିଜେ ଥରେ ଯାଇପାରନ୍ତି, ସେହି ଜାହାଜ ସହିତ ମୋର କେତେ ସ୍ମୃତି ବିଜଡ଼ିତ ନ ରହିଛି। ପୁଣି ମଣିଷ ଯେ ପକ୍ଷୀଭଳି ଉଡ଼ିପାରେ ଏମିତି କେତେ କଥା। ଇଉଓୟାରକି କହିଲେ ''ଭାଇ, ତୁମେ ଏବେ ଜାହାଜର ସର୍ବତ୍ର ତନ୍ନ ତନ୍ନ କରି ଖୋଜିବ, ସେଠାରେ ଯାହା ଆମ୍ଭମାନଙ୍କର ପ୍ରୟୋଜନୀୟ ବୋଲି ମନେ କରିବ, ତାହା ନେଇ ଆସିବ। '' ଏବେ ଉଡ଼ିବା ସମୟରେ ସେ କେମିତି କରି ପବନରେ ଭାସିଉଠନ୍ତି, ତାହା ଦେଖିବାପାଇଁ ଉତ୍ସୁକ ହେଲି ଏବଂ ତାଙ୍କ ନିକଟରୁ ଅଳ୍ପ ଦୂରରେ ଛିଡ଼ା ହୋଇ ସେଇ ଦୃଶ୍ୟ ଦେଖିବାକୁ ଲାଗିଲି। ''ଗ୍ରୌନଦି' ସେ ଏକ ଅଦ୍ଭୁତ ରକମର ପୋଷାକ। ଗଳାଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ବା। ହାତ ସହିତ ଏହା ଏମିତି ଭାବରେ ଲାଗିଯାଇଛି ଯେ, ଉଡ଼ିବା ସମୟରେ ପକ୍ଷୀଭଳି ହସ୍ତ ସଂଚାଳନ କଲେ କୌଣସି କଷ୍ଟ ହୁଏନା। ଛତା ଯେମିତି